ସେଦିନ ସକାଳୁ ନୂଆ ବେଙ୍ଗଲ ହାଣ୍ଡଲୁମ ଶାଢ଼ୀଟେ ପିନ୍ଧିଥିଲି, ଶାଢ଼ୀରେ ଫ୍ଲସ ଲାଗିନଥିଲା। ପାଉଁଜିରେ ଲାଗି ସୁତା ଖାଲି ବାହାରିଲା। ପାଉଁଜିରେ ଲାଗି ଶାଢ଼ୀ ଖରାପ ହୋଇଯିବ ବୋଲି ପାଉଁଜିଟିକୁ ଖୋଲି ଆଲମାରୀ ଭିତରେ ରଖିଦେଇଥିଲି। ଆଜି ପାଉଁଜି ପିନ୍ଧିବାକୁ ମନ ହେଲା, ଆଲମାରି ଖୋଲିଲାରୁ ପାଇଲିନି। କୁଆଡ଼େ ଗଲା ପାଉଁଜି। ଆଲମାରୀର ପ୍ରତ୍ୟେକଟି କୋଣ ଖୋଜିସାରିଲିଣି। କୁଆଡ଼େ ଗଲା ପାଉଁଜି। କିଛି ଭଲ ଲାଗୁନି। ମୋର ପ୍ରତ୍ୟେକ ଜନ୍ମଦିନରେ ବାପା ବାଛି ବାଛି ମୋ ପାଇଁ କିଣିଥିବା ସୁନ୍ଦର ସୁନ୍ଦର ମୁଦି, ବାହାଘର ବେଳର କାନ ଫୁଲ, ଚୁଡ଼ି ବିକିଲାବେଳେ ଟିକେ ବି ଭାବାନ୍ତର ହୋଇନଥିଲା। ନା କିନ୍ତୁ ଆଜି ଟିକେ ବି ଭଲ ଲାଗୁନି। ମୋର ଦୁଇ ଭରିର ଚେନ ଝଳେଇବା ନେଇ ଯେଉଁଥର ସେ ହଜାଇ ଦେଇଥିଲେ ସେଥର ଟିକେ ମନକଷ୍ଟ ଭଲା ହୋଇଥାନ୍ତା। ବହିଥାକ ପଛ, ଚୂଡ଼ିବାକ୍ସ, ଝିଅର ଖେଳନା ପାଚିଆ, ସ୍କୁଲ ବ୍ୟାଗ ସବୁଆଡ଼େ ଖୋଜି ସାରିଲିଣି। କେଉଁଠି ବି ପାଉନି। ଝିଅକୁ ବହୁତ ଧମକେଇଲିଣି, ସେ ନେଇନି ବୋଲି କହୁଛି। କୁଆଡ଼େ ଗଲା ତା'ହେଲେ? ଥରେ ସକାଳୁ ଉଠିଲାବେଳକୁ ପାଦରେ ପାଉଁଜି ନ ଥିଲା। ବ୍ୟସ୍ତହୋଇ ଚାରିଆଡ଼ ଖୋଜିଲି। ସତରେ କେମିତି ଗାଏବ ହେଲା ପାଉଁଜି ପାଦରୁ ରାତିରେ ତ ଥିଲା, ଝିଅ ଉଠିବା ପରେ ତାକୁ ପଚାରିଲାରୁ ସେ ତା' ପେନ୍ସିଲ ବାକ୍ସରୁ କାଢ଼ିଦେଲା। ତାକୁ ଶୋଇ ଦେଉ ଦେଉ ମୋତେ ନିଦ ହୋଇଯାଇଥିଲା। ମୁଁ ଶୋଇଲାପରେ ସେ ଉଠି ମୋ ପାଦରୁ ପାଉଁଜି କାଢ଼ି ତା' ପେନ୍ସିଲ ବାକ୍ସରେ ରଖିଥିଲା। କିନ୍ତୁ ଏଥର ଯେତେ ପଚାରିଲେ ସେ ମନାକରୁଛି। କେତେ ବା ଜେରା କରିବି ପିଲାଟିକୁ? ବାଥରୁମ୍ର ସାବୁନକେଶ ଭିତର, ରୋଷେଇ ଘର ଥାକରେ ଥିବା ପ୍ରତ୍ୟେକଟି ଡବା ଖୋଜି ଦେଖିସାରିଲିଣି। କେଉଁଠିବି ପାଉନି। କମ୍ପ୍ୟୁଟର ପଛ କଲମ ଷ୍ଟାଣ୍ଡ ଭିତର ସବୁକିଛି ଖୋଜି ସାରିଲିଣି। ଡଷ୍ଟବିନ ଭିତରର ସବୁ ଅଳିହାକୁ ଅଜାଡ଼ି ଦେଖିସାରିଲିଣି। ନା... କେଉଁଠି ବି ମିଳୁନି। ମନଟା ବିଲକୁଲ ଭଲଲାଗୁନି। ବାହାଘରର ଛ' ବର୍ଷ ପରେ ସେ ମୋତେ ଏହି ଉପହାରଟି ଦେଇଥିଲେ। ମୋ ଜୀବନରେ କାହାରଠୁ କେବେ କିଛି ଉପହାର ପାଉନଥିଲି। ଯାହା ଦିଅନ୍ତି ବାପା। ବାପା ଦେଇଥିବା ଜିନିଷ ଯତେ ବେଶୀ ସୁନ୍ଦର ଆକର୍ଷଣୀୟ ହେଲେ ମଧ୍ୟ ସେଇଟା ମୋତେ ଉପହାର ପରି ଲାଗେନି। ସେଇଟା ତାଙ୍କ କର୍ତ୍ତବ୍ୟ...। ନଣନ୍ଦ ବାହାଘର ପାଇଁ ଗାଁକୁ ଯାଇଥିଲି। ସେଠି ରହୁ ରହୁ ମାସ ରହିଯାଇଥିଲି। ପାଉଁଜି ପିନ୍ଧିବାର ଅଭ୍ୟାସ ନଥିବାରୁ ପାଉଁଜି ପିନ୍ଧିନଥିଲି। ଏଥିପାଇଁ ସମସ୍ତଙ୍କଠାରୁ କିଛି କିଛି ଶୁଣିବାକୁ ପଡ଼ୁଥିଲା। ଖୁଡ଼ିଶାଶୁ ତାଙ୍କ ଗୋଡର ପାଉଁଜି କାଢ଼ି ମୋତେ। ପିନ୍ଧିବାକୁ ଦେଇଥିଲେ। ସେ କେତେ ଆଗ୍ରହ କରି ପିନ୍ଧିଥିବେ, ମୋତେ ତାଙ୍କଠୁ ପାଉଁଜି ନେବାକୁ ଭଲ ଲାଗିଲାନି ଘଣ୍ଟାଏ ପିନ୍ଧି ଫେରେଇ ଦେଇଥିଲି। ସୋନିର ସ୍କୁଲ ବନ୍ଦ ନ ଥିବାରୁ ତା'ବାପା ମୋତେ ଗାଁରେ ଛାଡ଼ିଦେଇ ଯାଇଥିଲେ। ମଝିରେ ମଝିରେ ଆସୁଥିଲେ ସୋନିକୁ ତା' ଆଈଙ୍କ ଘରେ ଛାଡ଼ି। ସେ ଆସିବାରୁ ମୁଁ କହିଥିଲି, ଗାଁରେ କହୁଛନ୍ତି ବୋହୂମାନେ ଗୋଡ଼ ଖାଲି କରନ୍ତିନି। ବାସ୍ ସେଦିନ ରାତିରେ ଗାଁପାଖ ବଜାରରୁ ସେ ମୋ ପାଇଁ ଏ ପାଉଁଜି ହଳକ ଆଣିଥିଲେ। ବାହାଘର ପାଇଁ ପଇସାପତ୍ର ଏକାଠି କରିବାକୁ ବହୁତ କଷ୍ଟ ହେଉଥାଏ। ଶଶୁର ନ ଥିବାରୁ କେଉଁଥିରେ ଟିକେ ଉଣା ହେଲେ, କାଳେ ମୋ ସ୍ୱାମୀଙ୍କୁ କିଏ କ'ଣ କହିବ, ସେଥିପାଇଁ ବ୍ୟସ୍ତ ଥାଏ। ଏ ବେଳରେ ପୁଣି ପାଉଁଜି? କିଛି କହିନଥିଲି। ସେ ମନକଷ୍ଟ କରିବେ। ତାଙ୍କ ରାଗକୁ ମୋର ପ୍ରାଣରେ ପ୍ରାଣ ଡର, ତା'ଠାରୁ ବେଶୀ ଡର ଦିନଦିନ ଧରି କଥା ନ କହିବା ଏବଂ ବିରାଟ ବଡ଼ ପାଟିକୁ। ଏତେଦିନ ପରେ ସେ ଦେଇଥିବା ଏହି ଉପହାର ବଡ଼ ଯତ୍ନରେ ପିନ୍ଧିଥିଲି। ସୁନ୍ଦର ଡିଜାଇନ ହୋଇଥିଲା। ହଁ ମୁଁ ବା କେତେଟା ପାଉଁଜି ଦେଖିଛି...। ଝିଅବେଳେ ମା' ଗୋଟେ ପାଉଁଜି ଗଢ଼ିଦେଇଥିଲେ ମୋ ପାଇଁ। ଥରେ ଅଧେ ପିନ୍ଧି ନ ଥିବି। ବାହାଘରବେଳେ ବଡ଼ବୋଉ ଯେଉଁ ପାଉଁଜିଟା ଦେଇଥିଲା, ଅଷ୍ଟମଙ୍ଗଳାପରେ ଓହ୍ଲେଇ ରଖିଦେଇଥିଲି। ପାଉଁଜିର ଡିଜାଇନଟା କ'ଣ ଥିଲା, ମନ ପକେଇଲେ ବି ମନେ ପଡ଼ିବନି। କାହା ଗୋଡ଼ର ପାଉଁଜି ଦେଖିବାକୁ ମୋର କେବେ ବି ଆଗ୍ରହ ନ ଥାଏ।